ଏବଂ ଯେଉଁମାନଙ୍କ ପାଇଁ ଏହି ଯାବତୀୟ ରାଜନୀତି, ଏହି ଶାସନ, ଏହି ଦେଶ ଓ ଏହି ଗଣତନ୍ତ୍ର, ସେମାନେ ଯାଇ କେଉଁଠି ଅଛନ୍ତି? ପଚାଶ ବର୍ଷର ସ୍ୱାଧୀନତା ପରେ ସେମାନେ ଇତିମଧ୍ୟରେ ଗଣତନ୍ତ୍ରରେ ମଣ ହୋଇ ସାରେ ସାରନ୍ତେଣି, ସଚେତନ ହୁଏନ୍ତେଣି, ସକ୍ରିୟ ହୁଏନ୍ତେଣି। ରାଜନୀତିର ଧଳା ଓ କଳା ବିଷୟରେ ସେମାନେ କିଛି କିଛି ହୃଦୟଙ୍ଗମ କରିପାରିଲେଣି ସିନା, ମାତ୍ର ତାଙ୍କ ଦେଇ ଯେ ସତକୁ ସତ କିଛି ଠୋସ୍ ପରିବର୍ତ୍ତନ ହୋଇପାରିବ ସେ କଥା ସେମାନେ ଏପର୍ଯ୍ୟନ୍ତ ବିଶ୍ୱାସ କରିପାରି ନାହାନ୍ତି। ଗଣତନ୍ତ୍ରର ପ୍ରାୟ ସବୁଯାକ ଅର୍ଥ ହେଉଛି ଯେ ଲୋକଙ୍କର ସମ୍ମତିରେ ଶାସନ ଚାଲିବ। ଭାରତ ସ୍ୱାଧୀନ ହେବାର ବହୁ ବର୍ଷ ପୂର୍ବରୁ ଉତ୍କଳମଣି ନିଜର ଗୋଟିଏ କବିତା ବହିରେ ସେହିକଥା ଘୋଷଣା କରିଯାଇଥିଲେ। ପଚାଶବର୍ଷର ବାବୁ ଶାସନରେ ଯେତିକି ମଧ୍ୟ ହୋଇପାରିଲା ନାହିଁ। ଲୋକମାନଙ୍କର ଶକ୍ତିକୁ ନାନା ଭୟ ଓ ଅନ୍ଧବିଶ୍ୱାସ ଭିତରେ ଖଞ୍ଜ କରି ରଖି ଦିଆଗଲା। ଯେଉଁ ଭାଷାକୁ ଲୋକେ ବୁଝନ୍ତି ସେହି ଭାଷାରେ ଶାସନ ଚାଲିଲା ନାହିଁ। ଯେଉଁ ସର୍ବନିମ୍ନ ଶିକ୍ଷା ପାଇଲେ ମଣିଷ ନିଜ ଆଖି ଦେଇ ସଂସାର ଆଡ଼କୁ ଅନାଇ ଶିଖେ ଏକ ସମୂହ ଭିତରେ ଆପଣାକୁ ଠାବ କରି ଶିଖେ, ଦେଶର ଅଧେ ମଣିଷ ସେହି ଶିକ୍ଷାରୁ ବଞ୍ଚିତ ହୋଇ ରହିଲେ। ସେମାନେ ଘୁଷୁରି ପରି ଖଟିଲେ ଅଥଚ ଯାବତୀୟ ପ୍ରକାରେ ବଂଚିତ ହୋଇ ରହିଲେ। କଚେରୀରୁ ନ୍ୟାୟ ମିଳିଲା ନାହିଁ, ପାଠୁଆମାନେ ମଣିଷକୁ ନ ଲୋଡ଼ି ପଇସାକୁ ଆଗ ଲୋଡ଼ିଲେ, ପାଠୁଆମାନେ ହିଁ ସକଳ ପ୍ରକାରର ସଂପେଦନାକୁ ସତେଅବା ଏକ ନିର୍ବୋଧତା ବୋଲି ମଣିଲେ। ତେଣୁ ରାଜନୀତି ପୋକ ଖାଇଗଲା, ଶାସନ ପୋକ ଖାଇଗଲା, ବିଶ୍ୱାସମାନେ ପୋକ ଖାଇଗଲେ। ଅସଲ ରାଜନୀତି କୋଟି କୋଟି ମଣିଷଙ୍କୁ ତଳୁ ତିଆରି କରି ଆଣିଥାନ୍ତା। ଏହି ଦେଶର ମୂଳଦୁଆଟା ତଳୁ ମଜବୁତ ହୋଇ ତିଆରି ହୋଇଥାନ୍ତା, ତଳଟା ହିଁ ଲଗାମ ଧରି ଉପରମାନଙ୍କୁ ଚଲାଇ ଥାଆନ୍ତା। ତାହା ହେଲା ନାହିଁ। ପାଠ କେତେକ ମଣିଷଙ୍କୁ ସିଆଣିଆ କଲା, କ୍ଷମତା କେତେ କେତେ ଅପାଂକ୍ତେତା କୁ ଆସନରେ ଆଣି ବସାଇଲା ଏବଂ ଗୋଟାସୁଦ୍ଧା ନିର୍ମମ କରି ରଖିଲା। ସବୁଠାରେ ଅନ୍ଧାର ମାଡ଼ି ବସିଥିଲେ ମଧ୍ୟ ଆଲୋକଟା ହିଁ ସତ୍ୟ ବୋଲି ସାହସର ସହିତ କହିବା, ସବୁଯାକ ଶାସନଘରେ ମିଥ୍ୟା ଚରି ଯାଇଥିଲେ ମଧ୍ୟ ତଥାପି ସତ୍ୟର ବିଜୟ ଦ୍ଵାରା ହିଁ ଯୁଗ ଅଲବତ ରହିବ ବୋଲି କରିପାରିବା ଏଇଟା ମଧ୍ୟ ରାଜନୀତି। ମାତ୍ର ବର୍ତ୍ତମାନ ରାଜନୀତି ବୋଲି ଯାହା ବଜାରରେ ଚାଲୁଛି, ଏହି ରାଜନୀତି ସେହି ରାଜନୀତି ଠାରୁ ବହୁତ ଉର୍ଦ୍ଧ୍ୱରେ। ପ୍ରତିବାଦର ଏହି ରାଜନୀତି ହିଁ ଆଗାମୀ ବିଶ୍ୱରେ ସବୁଠାରୁ ଅଧିକ ଶକ୍ତିଶାଳୀ ରାଜନୀତି ହେବାକୁ ଯାଉଛି। ଆମ ଭାରତବର୍ଷରେ ରାଜନୀତିଟା ମଣିଷମାନଙ୍କୁ ସେଇଥିରେ ହିଁ ଶକ୍ତିମନ୍ତ କରି ଆଣିଥାନ୍ତା। ସେଥିଲାଗି ଯେଉଁ ସର୍ବନିମ୍ନ ଭିତ୍ତି ବା ଭୂମିଟିଏ ସାହାହବା ଦରକାର, ବିଗତ ପଚାଶ ବର୍ଷରେ ସେହି ଭୂମିଟି ହିଁ ଏଠାରେ ତିଆରି ହୋଇଥାଆନ୍ତା। ବାବୁମାନଙ୍କର, ଦୟାଳୁମାନଙ୍କର ଯେଉଁ ରାଜନୀତି, ତାହା ଉପରେ ରହି ଲୋକମାନଙ୍କୁ ପ୍ରକୃତଗରେ ଦୁର୍ବଳକରି ପକାଇଲା। ଏଣିକି ନେତୃତ୍ୟ ଉପରୁ ଆସିବ ନାହିଁ, ଉପରୁ ଲଦି ଦିଆଯାଉଥିବା ନେତୃତ୍ୱର ପ୍ରତିବାଦ ହେବ। ଏକଲବ୍ୟମାନେ ହିଁ ନେତୃତ୍ୟ ଦେବେ। ଏକାବେଳେକେ ନୂଆ ଏକଲବ୍ୟମାନେ, ବ୍ରହ୍ମ ତାତିଲେ ଯେଉଁ ଏକଲବ୍ୟମାନେ ଜନ୍ମଗ୍ରହଣ କରନ୍ତି ସେହିମାନେ। ସେମାନେ ପରସ୍ପରର ସାଥୀ ହୋଇ ବାହାରିବେ। ଉପରୁ ଏ ଦଳ କିମ୍ବା ସେ ଦଳର ଷଣ୍ଢମାନଙ୍କ କଥାକୁ ଆଉ କେହିହେଲେ ମୋଟେ ବିଶ୍ୱାସ କରିବେ ନାହିଁ। ମଣିଷମାନେ ନିଜ ଶକ୍ତିର ପରିଚୟ ପାଇଲେ ଏବଂ ପରସ୍ପରକୁ ଲୋଡ଼ିଲେ ଯେଉଁ ନେତୃତ୍ୟ ଅବଶ୍ୟମ୍ଭବ ଭାବରେ ଆବିର୍ଭାତ ହୋଇଆସେ, ସାରା